ଇନ୍ଧନ ଇଞ୍ଜିନ୍ ଚାଳିତ ଷ୍ଟ୍ରାପ୍ଅନ ବୁଷ୍ଟର୍ ସହ ସଂଯୁକ୍ତ। ଏକ ଶହ ଅଠତିରିଶ କିଲୋଗ୍ରାମ୍ ବିଶିଷ୍ଟ ପ୍ରଥମ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ। ଦ୍ଵିତୀୟ ସୋପାନଟି ତରଳ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ। ତୃତୀୟ ସୋପାନଟିରେ ଇସ୍ରୋ ଦ୍ୱାରା ନିର୍ମିତ ସ୍ୱଦେଶୀ କ୍ରାୟୋଜେନିକ ଇଞ୍ଜିନ୍ ବ୍ୟବହାର କରଯାଇଛି। ଏପ୍ରିଲ୍ ଅଠର ଦୁଇ ହଜାର ଏକରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା। ସମୁଦାୟ ତେର ଥର ପରୀକ୍ଷଣ କରାଯାଇଛି ଏବଂ ତିନି ଥର ପରିକ୍ଷଣ ଅସଫଳ ହୋଇଥିଲା। ଏହାର ଉଚ୍ଚତା ତେୟାଳିଶ ମିଟର ଏବଂ ବ୍ୟାସର୍ଦ୍ଧ ଚାରି ମିଟର। ଏହାର ଇଞ୍ଜିନ୍ ସଂରଚନା ଜିଏସଏଲଭି ପରି କିନ୍ତୁ ପ୍ରଥମ ସୋପନରେ ଦୁଇଟି କଠିନ ଇନ୍ଧନ ଇଞ୍ଜିନ୍ ଚାଳିତ ଷ୍ଟ୍ରାପ୍ଅନ ବୁଷ୍ଟର୍ ବ୍ୟବହାର କରାଯାଇଛି। ଜିଏସଏଲଭି ଏମକେ ତିନି କୁ ମାନବବାହୀ ମହାକାଶ ଅଭିଯାନରେ ବ୍ୟବହାର କରଯିବ। ଏହି ଅଭିଯାନର ସଫଳତା ଅନେକ ଜଟିଳ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭର କରେ। ଯେପରିକି କ୍ରିଉ ଏସକେପ୍ ବ୍ୟବସ୍ଥା, କ୍ରିଉ ମଡ୍ୟୁଲ କନଫିଗୁରେସନ୍, ଥର୍ମାଲ ସୁରକ୍ଷା ବ୍ୟବସ୍ଥା, ଡ଼େସିଲେରେସନ୍ ଏବଂ ଫ୍ଲୋଟେସନ୍ ବ୍ୟବସ୍ଥା ଜୀବନ ରକ୍ଷାକାରୀ ସବ୍‌ସିଷ୍ଟମ୍ ଇତ୍ୟାଦି। ଇସ୍ରୋ ଏବେ ସୁଦ୍ଧା ଏ ଦିଗରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶର ବିକାଶ ଓ ପରୀକ୍ଷଣ କରିସାରିଲଣି। ସ୍ପେସ୍ କ୍ୟାପସୁଲ୍ ରିକଭରୀ ଏକ୍ସପେରିମେଣ୍ଟ ଭଳି ପରୀକ୍ଷଣ ସେଥି ମଧ୍ୟରେ ସାମିଲ। ଆର୍ଯ୍ୟଭଟ୍ଟ ଭାରତର ପ୍ରଥମ ପରୀକ୍ଷାମୂଳକ କୃତ୍ରିମ ଉପଗ୍ରହ। ଏହା ମହାନ ଭାରତୀୟ ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କ ନାମରେ ନାମିତ କରାଯାଇଥିଲା। ସୋଭିଏତ ଯୁନିୟନର ସହାୟତାରେ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଉଣେଇଶ ଅପ୍ରେଲ ମସିହାରେ ବର୍ତ୍ତମାନର ରୁଷିଆସ୍ଥିତ କାପୁଷ୍ଟିନ୍ ୟାର ଉତକ୍ଷେପଣ କେନ୍ଦ୍ରରୁ କସ୍‌ମସ୍ ତିନି ଏମ ରକେଟ ଜରିଆରେ ଆର୍ଯ୍ୟଭଟ୍ଟ ଉପଗ୍ରହର ଉତକ୍ଷେପଣ ହେଇଥିଲା। ଭାସ୍କର ଏକ ଉପଗ୍ରହଟି ଜୁନ ସାତରେ ଏଏସଏଲଭି ଉତକ୍ଷେପଣଯାନ ଉତକ୍ଷେପଣ ହେଇଥିଲା। ଏହା ଏକ୍ ଭୂପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ। ମସିହାରେ ଏଏସଏଲଭି ଉତକ୍ଷେପଣଯାନ ଦ୍ୱାରା ଏହାର ଉତକ୍ଷେପଣ କରାଯାଇଥିଲା। ଏହା ଏକ ପରୀକ୍ଷାମୂଳକ କୃତ୍ରିମ ଉପଗ୍ରହ। ପରବର୍ତ୍ତୀ ସମୟରେ ୟୁରୋପୀୟ ମହାକାଶ ସଂସ୍ଥା ଦ୍ୱାରା ନିର୍ମିତ ଆରିଅନ୍ ଉତକ୍ଷେପଣ ଯାନ ଦ୍ୱାରା ଆପଲ୍ ଉପଗ୍ରହକୁ ଭୂସ୍ଥିର କକ୍ଷରେ ସ୍ଥାପନା କରଗଲା। ଇନସାଟ୍ ପର୍ଯ୍ୟାୟରେ ଅନେକ ବହୁମୂଖୀ ଭୂସ୍ଥିର ଉପଗ୍ରହ ଉତକ୍ଷେପଣ କରାଯାଇଛି। ସମୂଦାୟ ଅଣତିରିଶଟି ଇନସାଟ୍ ଉପଗ୍ରହ ଇସ୍ରୋ ଦ୍ୱାରା ପ୍ରକ୍ଷେପଣ କରାଯାଇଛି ତନ୍ମଧ୍ୟରୁ ପନ୍ଦରଟି ନିର୍ଦ୍ଧାରିତ କକ୍ଷରେ ସଫଳତା ପୂର୍ବକ ସ୍ଥାପନ କରାଯାଇପାରିଛି। ଏଗୁଡିକ ଇନସାଟ୍ ଠାରୁ ଓଜନିଆ ଏବଂ ମୂଖ୍ୟତଃ ଧ୍ୱନି ଭିଡିଓ ତଥା ତଥ୍ୟ ଆଦାନପ୍ରଦାନ କ୍ଷେତ୍ରରେ ବ୍ୟବହୃତ ହେଉଛି। ପ୍ରଥମ ଜିସାଟ୍ଏକ ସାଟେଲାଇଟ୍ ଅଠର ଅପ୍ରେଲ୍ ରେ ଉତକ୍ଷେପଣ କରାଯାଇଥିଲା। ଉଣେଇଶ ଶହ ଅଠାଅଶୀ ମସିହା ମାର୍ଚ୍ଚ ସତର ତାରିଖରେ ଇସ୍ରୋ ଦୂରସଂବେଦୀ ସାଟେଲାଇଟ୍ ଆଇଆରଏସ୍ଏକଏ ମହାକାଶକୁ ପ୍ରକ୍ଷେପଣ କରିଥିଲା। କାର୍ଗିଲ ଯୁଦ୍ଧ ପରେ ଭାରତ ନିଜସ୍ୱ ଦିଗସୂଚକ ପ୍ରଣାଳୀର ଆବଶ୍ୟକତା ପଡିଲା। ଭାରତୀୟ ଆଞ୍ଚଳିକ ଦିଗସୂଚକ ଉପଗ୍ରହ ପ୍ରଣାଳୀ ଇସ୍ରୋ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ସ୍ୱୟଂଶାସିତ ଆଞ୍ଚଳିକ ଦିଗସୂଚକ ବ୍ୟବସ୍ଥା। ଦେଶର ମତ୍ସ୍ୟଜୀବିମାନଙ୍କୁ ସମର୍ପଣ କରିବା ଉଦ୍ଦେଶ୍ୟରେ ଏହାର ବ୍ୟବହାରିକ ନାମକୁ ନାବିକ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଗସୂଚକ ପ୍ରଣାଳୀ ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା ଋଷ୍ ଇଉରୋପୀୟ ସଂଘ ଓ ଚୀନ୍ ଦ୍ୱାରା ପୁର୍ବରୁ ବିକାଶ କରାଯାଇଛି। ଜିପିଏସ୍ ଓ ବାଇଡୁ ସାରା ବିଶ୍ୱରେ ବ୍ୟବହାରକାରୀଙ୍କୁ ସେବା ପ୍ରଦାନ କରୁଥିବାବେଳେ ଗ୍ଲୋନାସ୍ ଗାଲିଲିଓ ପରି ନାବିକ ର ସୀମିତ ପରିସର କାର୍ଯ୍ୟ ରେ ଉପଲବ୍ଧ ହେବ। ଭାରତ ତଥା ଏହାର ସୀମାରୁ ପ୍ରାୟ ପନ୍ଦର ଶହ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଏହି ବ୍ୟବସ୍ଥାର ଉପଭୋକ୍ତାମାନଙ୍କୁ ସଠିକ୍ ଭୌଗୋଳିକ ସ୍ଥିତିର ସୂଚନା ମିଳିପାରିବ।